ବୃହସ୍ପତି କ୍ଷେତ୍ରକୁ ଲକ୍ଷ୍ୟ କଲେ। ବୃହସ୍ପତି କ୍ଷେତ୍ର ଖୁବ୍ ଉଚ୍ଚ। ସେହିଭଳି ପ୍ରଥମ ଅଙ୍ଗୁଳି ବା ବିଶି ଆଙ୍ଗୁଳି ମଧ୍ୟ ଦ୍ୱିତୀୟ ବା ମଝି ଆଙ୍ଗୁଠିର ସମାନ ପ୍ରାୟ ଏହିଭଳି ନେପୋଲିୟନଙ୍କର ଥିଲା। ସେ ଅନାଇଲେ ଶନି କ୍ଷେତ୍ର। ଆଡ଼କୁ-ହଠାତ୍ ଡାକପିଅନ ଟେଲିଗ୍ରାମଟିଏ ଧରି ପହଞ୍ଚିଲା। ଦେବକାନ୍ତ ଟିକିଏ ବିରକ୍ତ ହେଲେ କୌଣସି ଗୋଟାଏ କାମ କରୁଥିଲାବେଳେ ମଝିରେ ଗୋଳମାଳ କଲେ ମନ ବଡ଼ ଅଶାନ୍ତି ହୁଏ। କଣ୍ ସେ ବା କହେ ପୋଷ୍ଟମ୍ୟାନକୁ। ତା କାଗଜରେ ଦସ୍ତଖତ କରି ଟେଲିଗ୍ରାମଟିକୁ ହାତକୁ ନେଲେ। ସଙ୍ଗେ ସଙ୍ଗେ ତାହା ଚିରି ଦେଖିଲେସେ ଏକ ଦୀର୍ଘ ଟେଲିଗ୍ରାମ। ମନଯୋଗ ସହକାରେ ଟେଲିଗ୍ରାମଟି ପଢ଼ିଲେ। ପଢ଼ି ସାରିଲା ପରେ ଟିକିଏ ଚିନ୍ତାକଲେ। ଡଃ ମହାପାତ୍ର ଟେଲିଗ୍ରାମ କରିଛନ୍ତି। ବବିତାର ଝିଅ ବେମାର। ଡାକ୍ତରଙ୍କ ମତ ତାର ରକ୍ତ ଜନିତ ରୋଗ। ଏହା ପୁଣି ବାପ କିମ୍ୱା ମାଙ୍କ ଠାରୁ ଆସିଛି। ବବିତାର ରକ୍ତ ପରୀକ୍ଷା ପରେ ଡାକ୍ତରମାନେ ଏକମତ ତାହା ବବିତାଠାରୁ ଆସିନାହିଁ। ଆସିଛି ବୋଧେ ପିଲାଟିର ବାପାଠାରୁ। ତେଣୁ ଡାକ୍ତର ଅନୁରୋଧ କରିଛନ୍ତି ସେ ତାଙ୍କ ରକ୍ତ ପରୀକ୍ଷା କରି ଜଣାଇବାକୁ ପ୍ରକୃତ ତାଙ୍କ ରକ୍ତ ଆର୍. ଏଚ, ନେଗେଟିଭ କି ନା? ସେ ପର୍ଯ୍ୟନ୍ତ ଯେ କିଛି ଖାଇ ନଥାନ୍ତି। ଟେଲିଗ୍ରାମଟି ପାଇଲାପରେ ହଠାତ୍ ତାଙ୍କ ମନରେ ଏକ କୌତୁହଳ ଜାଗ୍ରତ ହେଲା। ଯଦି ବବିତାର ରକ୍ତରେ ଏ ରୋଗନାହିଁ ତାହାହେଲେ କଣ ତାଙ୍କ ଦେହରେ ଅଛି? ଯଦି ନଥାଏ ତେବେ ଏଠାରେ ପୂରାପୂରି ପ୍ରମାଣିତ ହୋଇଯିବ ବବିତାର ଝିଅଟି ତାଙ୍କର ନୁହେଁ। ଆଉ ମୁହୂର୍ତ୍ତେ ମାତ୍ର ବିଳମ୍ୱ ନକରି ଦେବକାନ୍ତ ଉଠିଲେ ଡାକ୍ତରଙ୍କ ପାଖକୁ ଯିବାପାଇଁ। ପୂଝାରୀ ଚା ଜଳଖିଆ ଧରି ଆସିଲା ତାକୁ କିଛି କହିବାକୁ ତାଙ୍କର ସମୟ ନାହିଁ। ଟେଲିଗ୍ରାମଟି ହାତରେ ଧରି ସେ ଛୁଟିଲେ ଡାକ୍ତରଙ୍କ ପାଖକୁ। ଡାକ୍ତର ତାଙ୍କ ରକ୍ତ ପରୀକ୍ଷା କରି କହିଲେ ହଁ ଆର୍, ଏଚ୍, ନେଗେଟିଭ ତୁମ ରକ୍ତରେ ଅଛି। ଦେବକାନ୍ତ ଗାଧୋଇ ନାହାନ୍ତି କିଛି ଖାଇ ନାହାନ୍ତି ତାଙ୍କର ଭୋକ ଶୋକସବୁ କୁଆଡ଼େ ଚାଲିଗଲା ଡାକ୍ତରଙ୍କ ରକ୍ତ ପରୀକ୍ଷା ରିପୋର୍ଟ ଦେଖି ସେଥି ଅବସ୍ଥାରେ ସେ ଛୁଟିଲେ ଟେଲିଗ୍ରାମଟି ଆସିଥିବା ଡାକ୍ତରଙ୍କ ପାଖକୁ ଖଣ୍ଡେ ଟ୍ୟାକସି କରି ଯେତେଶୀଘ୍ର ପାରନ୍ତି ସେତେଶୀଘ୍ର ସେ ପହଞ୍ଚିଲେ ଡାକ୍ତରଙ୍କ ପାଖରେ। ଡାକ୍ତର ସେତେବେଳେ ଜଣେ ରୋଗୀକୁ ପରୀକ୍ଷା କରୁଥାନ୍ତି। ସେ ସମୟରେ ଭିତରକୁ ଯିବା ଉଚିତ ନୁହେଁ। କିନ୍ତୁ ଦେବକାନ୍ତ ଉଚିତ ଅନୁଚିତ ସବୁ କିଛି ଭୁଲିଯାଇଥାନ୍ତି। ସତେ ସେ କି ଅନ୍ୟାୟ କରିନାହାନ୍ତି ବବିତା ପ୍ରତି। ଗୋଟାଏ ଭୁଲ୍ ବଶବର୍ତ୍ତୀ ହୋଇ ସେ ବବିତାକୁ ଖାଲି ସନ୍ଦେହ କରି ନାହାନ୍ତି ତା ପ୍ରତି ନିଷ୍ଠୁର ହୋଇଛନ୍ତି-ଏକ ପ୍ରକାର ତାକୁ ତାଙ୍କ ଘରୁ ତଡ଼ି ଦେଇଛନ୍ତି। ଦେବକାନ୍ତଙ୍କ ମନେପଡ଼ିଲା ବବିତା ଯେଉଁଦିନ ତାଙ୍କ ଘରୁ ତା ବାପଘରକୁ ଚାଲିଗଲା ସେହିଦିନ କଥା। ଝିଅ ତାଙ୍କର ବା, ବା କହି ଠୁକୁ ଠୁକୁ ହୋଇ ଚାଲିଆସିଥିଲା ତାଙ୍କ ପାଖକୁ। ନିଷ୍ଠୁର ସେ ଥରୁଟିଏ ବି ତା ଆଡ଼େ ଅନାଇନାହାନ୍ତି। ହିନ୍ଦୁ ରୀତିରେ ଯାହାର ହାତଧରି ପତ୍ନୀଭାବେ ଅଗ୍ନିକୁ ସାକ୍ଷୀ ରଖି ବରଣ କଲେ; ତାହାର ଦଶ ଦୋଷ କାହିଁକି ଗୋଟିଏ ଦୋଷ ବି କ୍ଷମା ଦେଲେ ନାହିଁ। ଓଃ କି ଅନ୍ୟାୟ କରିନାହାନ୍ତି ସେ। ଏଥିପାଇଁ ବବିତା କଣ ତାକୁ କ୍ଷମା ଦେବ ନାହିଁ। ଦ୍ୱାର ମୁଁହରେ ବସିଥିବା ପିଅନ